ଉପରକୁ ବାହାରି ପଡ଼ିଛି। ଉଚ୍ଚ ଆଦର୍ଶବାଦର ଜୁଆର ଛାଡ଼ିବାର କାରଣ ହେଉଛି ଯେ ବୟସ୍କ ଲୋକେ ଆଦର୍ଶବାଦକୁ କେବଳ ପ୍ରଚାର ପାଇଁ ରଖି କାର୍ଯ୍ୟରେ ତା'ର ସମ୍ପୂର୍ଣ୍ଣ ବିପରୀତ ଆଚରଣ ବହୁବର୍ଷ କାଳ କରି ଚାଲିଛନ୍ତି। ଏ କ୍ଷେତ୍ରରେ ଦୁଇଟି ଉଦାହରଣ ଦେଲେ କଥାଟି ଭଲ ଭାବରେ ବୁଝାପଡ଼ିବ। ଗାନ୍ଧିଜୀ ହିନ୍ଦୁ-ମୁସଲମାନ ଏକତାରେ ଏପରି ବିଶ୍ୱାସ କରୁଥିଲେ ଯେ ତାଙ୍କର ବୃଦ୍ଧ କ୍ଷୀଣ ଅସୁସ୍ଥ ଶରୀରରେ ସେ ପୂର୍ବେ ବଙ୍ଗର ଗ୍ରାମେ ଗ୍ରାମେ ଘରକୁ ଘର ଯାଇ ମୈତ୍ରୀର ବାଣୀ ଶୁଣାଇଲେ। ପ୍ରତି ଗ୍ରାମରେ ଦିନେ ଲେଖାଏଁ ରହିଲେ। ଶେଷରେ ନିଜର ମୃତ୍ୟୁହୀନ ପ୍ରାଣଦାନ କରି ଏ ଦେଶକୁ ଧ୍ୱଂସରୁ ରକ୍ଷାକଲେ। ଏ ହେଉଛି ର ଉଦାହରଣ। ରେ କାମରାଜ ନାଦର କଂଗ୍ରେସର ସଭାପତି ହେଲେ ଆମରି ଓଡ଼ିଶାରେ ଭୁବନେଶ୍ୱରରେ। ସେ କଂଗ୍ରେସ ଅଧିବେଶନର ଧ୍ୱନି ହେଲା 'ସମାଜବାଦ' ଚାଉଳ କଳଠାରୁ ଆରମ୍ଭ କରି ଲୁହାକଳ ପର୍ଯ୍ୟନ୍ତ ସବୁ ସରକାରୀ ହେବ। ଏପରି ବକ୍ତୃତାମାନ ଦିଆହେଲା ଯେ ଯେପରିକି ବର୍ଷେ ଦୁଇବର୍ଷ ମଧ୍ୟରେ ସମାଜବାଦର ଚିତ୍ର ଦେଶରେ ଉଷାର ଆଲୋକ ପରି ସ୍ପଷ୍ଟ ପ୍ରତିଭାତ ହେବ। ତା'ପରେ ଆସିଲା ତଥାକଥିତ କାମରାଜ ଯୋଜନା। ନିଜେ ମନ୍ତ୍ରୀ ପଦରୁ ଓହରି ଯାଇ ଅନେକଙ୍କୁ ମଧ୍ୟ ଓହରାଇ ଦେଲେ। ମନେହେଲା ପୁଣି ସେ ତ୍ୟାଗର ଯୁଗ ଫେରାଇ ଆଣିବାର ଚେଷ୍ଟା ଆରମ୍ଭ ହେଲା; କିନ୍ତୁ ବର୍ଷକ ଭିତରେ ଜଣା ପଡ଼ିଗଲା ଯେ ସମାଜବାଦର ନିନାଦ ଓ କାମରାଜ ପ୍ଲାନର ଡିଣ୍ଡିମ ଦିନ ଦ୍ୱିପ୍ରହରର ପ୍ରବଞ୍ଚନା ମାତ୍ର। ଉଦ୍ଦେଶ୍ୟ ଆଉ କିଛି, ତାକୁ ଲୁଚାଇ ରଖାହୋଇଥିଲା ଆଦର୍ଶବାଦର ପର୍ଦ୍ଦାର ଅନ୍ତରାଳରେ। ଥରେ ନିର୍ବାଚନରେ ପରାସ୍ତ ହୋଇ ପୁଣି କାମରାଜ ବାହାରିଛନ୍ତି କେନ୍ଦ୍ରର ମନ୍ତ୍ରିତ୍ୱପାଇଁ ବା ଆଉ କି 'ପ୍ଳାନ' ମନରେ ଅଛି ଭଗବାନଙ୍କୁ ଜଣା। ଇନ୍ଦିରାଙ୍କୁ ଗାଦିରେ ବସାଇବା ପାଇଁ ଯେଉଁ ପ୍ଲାନ ପୂର୍ବେ ହୋଇଥିଲା, ପୁଣି ଇନ୍ଦିରାଙ୍କୁ ହଟାଇବା ପାଇଁନୂଆ ପ୍ଲାନ କିଛି ହେଉ ନାହିଁ ତ? ଈଶ୍ୱର ଜାଣନ୍ତି। ଏହି ଅବସ୍ଥାରେ କୌଣସି ବୟସ୍କ ବ୍ୟକ୍ତି, ବିଶେଷତଃ ଶାସନ କ୍ଷେତ୍ରରେ ଆଦର୍ଶବାଦକୁ କାର୍ଯ୍ୟରେ ପରିଣତ କରିବାର କୌଣସି ପ୍ରମାଣ ଦେଇ କେହି ଯୁବକମାନଙ୍କୁ ଆଦର୍ଶବାଦୀ ହେବାପାଇଁ ଉଦ୍ବୋଧନ ଦେଲେ ତା'ର ପରିଣାମ କେବଳ କଥା ମାତ୍ର କାର୍ଯ୍ୟ କିଛି ନୁହେଁ। ଏଣୁ କେହି କାହାରିକୁ ଉଦ୍ବୋଧନ ଦେବା ବର୍ତ୍ତମାନ ବନ୍ଦ ରହୁ। କିଏ କଅଣ କରୁଛି ତା'ର ରିପୋର୍ଟ ସମସ୍ତେ ଜନସାଧାରଣଙ୍କୁ ବିଶେଷତଃ ଯୁବ-ସମାଜକୁ ଦିଅନ୍ତୁ। ସେଥିରେ ଯେ ଯାହା ବୁଝିବେ ଓ ଯାହାର ହୃଦୟରେ ଯେ ଭାବ କାର୍ଯ୍ୟ କରିବ, ତାହା ସେମାନଙ୍କୁ ଛାଡ଼ି ଦିଆଯାଉ। କଥା ନୁହେଁ କାର୍ଯ୍ୟ- ଏହି ହେଉ ଆଜିର ମନ୍ତ୍ର। ତାହା ନହେଲେ ଶାସନ ନିଷ୍କଳଙ୍କ ହୋଇପାରିବ ନାହିଁ। ଏହା କିଛି ନୂତନ କଥା ନୁହେଁ। ପଞ୍ଚାୟତ ମ୍ୟୁନିସିପାଲଟି ପ୍ରଭୃତିରେ ଆଇନଗତ ବ୍ୟବସ୍ଥା ସେହିପରି ଅଛି। ନୂତନ ଶାସନ ବିଧାନ ଅନୁସାରେ ପ୍ରଥମେ ଯେଉଁ ନିର୍ବାଚନ-ଆଇନ ପ୍ରଣୀତ ହୋଇଥିଲା, ସେଥିରେ ସେହିପରି ଆଇନଗତ ବ୍ୟବସ୍ଥା ଥିଲା; କିନ୍ତୁ ପରେ ସେ ଆଇନ ଏପରି ଭାବରେ ସଂଶୋଧିତ ହେଲା ଯେ ମନ୍ତ୍ରୀ ରହି ମଧ୍ୟ ସେ ବା ତାଙ୍କ ପରିବାରବର୍ଗ ସରକାରଙ୍କ ସହିତ ବ୍ୟବସାୟ ବାଣିଜ୍ୟ କଲେ, ତାଙ୍କୁ ଧରିବା କଠିନ ହେବ। ଥରେ ପାରଳାଖେମୁଣ୍ଡି ମହାରାଜାଙ୍କ ଭାରତ ଲୋକସଭା ପାଇଁ ପ୍ରାର୍ଥୀପତ୍ର କଟାଯାଇଥିଲା; କାରଣ ଭାରତ ସରକାରଙ୍କ ଅଧୀନସ୍ଥ ଲୁଣ ତିଆରି କାରବାରରେ ତାଙ୍କର ଅଂଶ ଥିଲା। ସମ୍ବଲପୁର ଜିଲା ବରଗଡ଼ ମ୍ୟୁନିସିପାଲିଟିର